ଏହି ତଥାକଥିତ ରାଜନୀତି ଭିତରକୁ ଆସିବା ନିମନ୍ତେ ଆଉ ରାଜନୀତି ମୋଟେ ଦରକାର ହେଉ ନାହିଁ ଏବଂ ଅନ୍ୟ ଯେଉଁସବୁ ବିଦ୍ୟା ଦରକାର ହେଉଛି, ରାଜନୀତି ସହିତ ସେଗୁଡ଼ିକର ଆଦୌ କୌଣସି ସମ୍ବନ୍ଧ ନାହିଁ। ଭାରତୀୟ ସାମୂହିକ ଭାଗ୍ୟର ଜଙ୍ଗଲରେ ରାଜନୀତିକୁ ନିଜର କ୍ୟାରିୟର ବୋଲି ଗ୍ରହଣ କରି ଯେଉଁମାନେ ଶାଳ, ପିଆଶାଳ ପରି ଛିଡ଼ା ହୋଇ ରହିଛନ୍ତି, ଭାରତୀୟ ରାଜନୀତିକୁ ସେଇମାନେ ହିଁ ଖାଇ ଗିଳି ଭସ୍ମ କରି ସାରିଲେଣି। ବିଗତ ବର୍ଷକୁ ଅବଧି ରୂପେ ଗ୍ରହଣ କରି ତାହାର ଏକ ଚମତ୍କାର ଇତିହାସ ଲେଖାଯାଇ ପାରିବ। ଭାରତବର୍ଷର ରାଜନୀତିକ ପରିବର୍ତ୍ତନକୁ ଯେଉଁ ନେତୃତ୍ଵ ସାମାଜିକ ପରିବର୍ତ୍ତନ ଆଡ଼କୁ ମୁହାଁଇ ଦେବାରେ ପ୍ରତିବନ୍ଧକ ହୋଇ ଛିଡ଼ା ହେଲା, ସିଏ ଏବର ଏହି ବିକଟ ସ୍ଥିତିରେ ଆସି ପହଞ୍ଚି ଥିବାର ନିମ୍ନମୁଖୀ ଧାରାଟିରେ ସବା ଆଗ ସବା ବଡ଼ ଅପରାଧୀ ରୂପେ ହିଁ ଆମର ଦୃଷ୍ଟି ଗୋଚର ହୋଇପାରିବ। ଦେଶକୁ ସ୍ୱାଧୀନ। କରିବା ପାଇଁ ଆବଶ୍ୟକ ହେଉଥିବା ତୁଚ୍ଛା ଜାତୀୟତାବାଦୀ ଉତ୍ସାହଟା ଦେଶ ସ୍ୱାଧୀନ ହେବା ପରେ ପରବର୍ତ୍ତୀ ଆହ୍ୱାନ ରୂପେ ସମ୍ମୁଖରେ ଛିଡ଼ା ହେବାକୁ ଆସୁଥିବା ନିର୍ମାଣକ୍ରାନ୍ତିର ଆହ୍ୱାନଟି ପାଖରେ ଯେ ଆଦୌ ଯଥେଷ୍ଟ ହୋଇପାରେ ନାହିଁ, ଖାଲି ଭାରତବର୍ଷରୁ ନୁହେଁ, ସଦ୍ୟ ସ୍ଵାଧୀନ ହୋଇଥିବା ତୃତୀୟ ବିଶ୍ୱର ପ୍ରାୟ ସବୁ ଦେଶରେ ଆମକୁ ସେହି ସତ୍ୟଟିର ଉଦାହରଣ ମିଳିଯାଇପାରିବ। ସଂଗ୍ରାମୀମାନେ ସଂଗ୍ରାମର ପ୍ରଥମ ଅଧାଟା ସରିବା ପରେ ଏପରି ଭୋଗୀ ଓ ବୁଢ଼ା ହେବାକୁ ଯେ ଇଚ୍ଛା କରନ୍ତି, ତାହା ଆଦୌ କୌଣସି ଭଗବାନଙ୍କର ଅଭିଶାପ କିମ୍ବା ଚକ୍ରାନ୍ତ ଆଦୌ ନୁହେଁ; ତାହାର ମୂଳ କାରଣଟି ହେଉଛି ପରବର୍ତ୍ତୀ ପଦକ୍ଷେପଟି ନେବା ପାଇଁ ସମ୍ପୃକ୍ତ ସେହି ନେତୃତ୍ୱ ପାଖରେ ଅନୁରୂପ ଏକ ରାଜନୀତିକ ସାହସର ଅଭାବ। ସ୍ଵାଧୀନତା ପରେ ଭାରତୀୟ ହୀରୋମାନେ ମଧ୍ୟ ସେହି ସାହସଟିକୁ କରିପାରିଲେ ନାହିଁ। ସେମାନେ ବୟସ ସହିତ ଇଚ୍ଛାଶକ୍ତିର କ୍ଷେତ୍ରରେ ବି ବୁଢ଼ା ହୋଇ ରହିଗଲେ। ଏମାନେ ବା କି ସ୍ୱପ୍ନ ଦେଖିଥାନ୍ତେ, ତେଣୁ ନିତାନ୍ତ ଭାବପ୍ରବଣ ହୋଇ ଉଚ୍ଚ ଉଚ୍ଚ କଥାମାନ କହିଲେ। ସ୍ଵାଧୀନତାପୂର୍ବ ସମରରୁ ସେମାନେ ଯେତିକି ସ୍ୱପ୍ନର ଉତ୍ତରାଧିକାର ପାଇଥିଲେ, ସେତିକିର ମଧ୍ୟ ଯୋଗ୍ୟ ହୋଇପାରିଲେ ନାହିଁ। ସେମାନେ ସତେଅବା ଫାଙ୍କି ଦେବା ପାଇଁ ଅଧିକରୁ ଅଧିକ ଜାତୀୟତାବାଦର କଥା କହିଲେ ଏବଂ ସେହି ପ୍ରକ୍ରିୟା ଭିତରେ ସ୍ୱୟଂ ସାମନ୍ତବାଦୀ ହୋଇଗଲେ। ତାପରେ ପ୍ରାୟ ଏପର୍ଯ୍ୟନ୍ତ ଆମକୁ ସେହି ସାମନ୍ତବାଦୀମାନେ ହିଁ ଶାସନ କରିବାରେ ଲାଗିଛନ୍ତି। ଉପରେ ଦଶ ପ୍ରତିଶତଙ୍କ ପାଇଁ ଦେଶସମ୍ବଳର ଅଶୀ ପ୍ରତିଶତ ଛାଡ଼ି ଦିଆଯାଇଛି। ସେହି ଦଶ ପ୍ରତିଶତ ଯେପରି ସତେଅବା ଚିରଦିନ ସକାଶେ ଘରମାନଙ୍କରେ ମାଲିକ ହୋଇ ରହିବେ, ସେଥିଲାଗି ପ୍ରାୟ ଏକ ରାଜକୀୟ ଅବମୃଷ୍ୟକାରିତାରେ ଦେଶର ବିଧାନ ଓ ବ୍ୟବସ୍ଥାମାନ ଚାଲିଛି। ତଳବର୍ଗରୁ ଯେଉଁ କାଁ ଭାଁ କେତେଜଣ କ୍ଷମତାର ବେଢ଼ା ଭିତରକୁ ଆସୁଛନ୍ତି, ସେମାନେ ମଧ୍ୟ ଗଦ ଶୁଘିଂ ଏହି ଉପର ଘରଟାରେ ହିଁ ଗୋଲାମ ହୋଇ ରହିଯାଉଛନ୍ତି। ଯେଉଁଠାରୁ ଆସିଥଲେ, ସେଠାକୁ ଫେରୁନାହାନ୍ତି। ତଳେ ଛିଡ଼ାହୋଇ ଉପରର ଭ୍ରଷ୍ଟ ବିବେକମାନଙ୍କୁ ବଦଳାଇ ମଙ୍ଗ ମୋଡ଼ିବା ସକାଶେ ଯେତିକି ରାଜନୀତିକ ଶିକ୍ଷା ତଥା ସଂପ୍ରତ୍ୟୟ ରହିବା ଦରକାର, ସେମାନଙ୍କ ଭିତରେ ସେଇଟି ନଥିବାରୁ ସେମାନେ ବାବୁ ମାନଙ୍କର ଗହଣରେ ଗୋଟିଏ ଗୋଟିଏ ଗୋଲାମବତ୍ ଖପି ଯାଉଛନ୍ତି, ପ୍ରାୟ ଏକ ଅପମାନଜନକ ଆଡ଼ମ୍ବର ଭିତରେ ଆପଣାର ଅସଲ କ୍ରୋଧ ଏବଂ ଅସଲ ଲକ୍ଷ୍ୟଗୁଡ଼ିକୁ ଭୁଲି ଯାଉଛନ୍ତି। ମେରୁଦଣ୍ଡ ହରାଇ